ଅପରିଚିତ ବ୍ୟକ୍ତିର ଅକ୍ଷର, ବିଶେଷତଃ କୌଣସି ସ୍ତ୍ରୀ ହାତର ଲେଖା ପରି ଜଣା ପଡ଼ିବାରୁ ମନରେ ସନ୍ଦେହ ହେଲା। କ୍ଷଣକାଳ ଏଣେତେଣେ ହୋଇ ଶେଷରେ ଏକ ସାହସରେ ଫିଟାଇ ଦେଖିଲେ ଯେ- ପତ୍ରର ଶୀର୍ଷଦେଶରେ ଗୋଟିଏ ଶୁକମୁଖରେ ଦୁଇଟି ପଂକ୍ତି ପଦ୍ୟରେ ଲେଖା ଅଛି। ''ଉଡ଼ିଯା ରେ ଶୁକବର ଭେଟିବୁ ବନ୍ଧୁଙ୍କୁ, ପ୍ରତ୍ୟୁତ୍ତରେ ଫୁଲାଇବୁ ମୋ ପ୍ରେମସିନ୍ଧୁକୁ। '' ଏହାକୁ ପଢ଼ି ସନ୍ଦେହ ବଢ଼ନ୍ତେ ଲିଲି ସମସ୍ତ ପତ୍ରଟି ଜଗି ଜଗି ପଢ଼ି ଚମକିପଡ଼ିଲେ ଏବଂ ଦେଖିଲେ ''ଭିଦ୍ୟତେ ହୃଦୟଗ୍ରନ୍ଥିଶ୍ଛିଦ୍ୟନ୍ତେ ସର୍ବସଂଶୟାଃ। '' ପତ୍ନୀ ପତ୍ରଖଣ୍ଡିକ ଅତି ଯତ୍ନରେ ଗୋପନରେ ରଖି ପତିଙ୍କର ଆଗମନ ପ୍ରତୀକ୍ଷା କରି ରହିଲେ। ପତ୍ରଟା ଶୁଣିବାପାଇଁ ଅନେକ ପାଠକ ବଡ଼ ବ୍ୟଗ୍ର ହେବେଣି ଆପାତତଃ ସେମାନଙ୍କ ଉତ୍କଣ୍ଠା ନିବାରଣପାଇଁ ତାହା ଏଠାରେ ପଢ଼ି ଶୁଣାଇ ଦେଉଅଛୁଁ। ମୋହର ପ୍ରିୟ ବନ୍ଧୁ, ପ୍ରଭୁଙ୍କର ନାମ ସ୍ମରଣ କରି ଲେଖୁଅଛି। ତୁମ୍ଭର ସବୁ ପତ୍ର ପାଇ ବଡ଼ ସୁଖିନୀ ଅଛି। ଦୂରତା ହେତୁରୁ ମୁଁ ତୁମ୍ଭଙ୍କୁ ମନର କଥାମାନ ଜଣାଇ ପାରୁ ନାହିଁ। ତୁମ୍ଭେ ମୋତେ ଏତେ ସନ୍ଦେହ କରୁଛ, କିନ୍ତୁ ମୁଁ ତୁମ୍ଭଙ୍କୁ ଯେମନ୍ତ ପ୍ରେମ କରେଁ, ତାହା ଏଥିରେ ଲେଖି କିସ ହେବ? ତୁମ୍ଭର ଯେପରି ବିଘ୍ନ ଅଛି, ସେଥିରେ ତୁମ୍ଭେ କିଛି କରି ପାରିବ ନାହିଁ। ମୁଁ ଜାଣୁଅଛି, ତୁମ୍ଭେ ବାଧ୍ୟରେ ପଡ଼ି ଯାଇଅଛ। ବର୍ତ୍ତମାନ ତୁମ୍ଭର ଭିନ୍ନ ହେବାର ଉପାୟ ନାହିଁ। ସେ ଯାହାହେଉ, ଏ ଅଧୀନା ସେହିପରି ପ୍ରେମ ରଖିଅଛି। ନିର୍ଦୟ ହେବ ନାହିଁ। ମୁଁ ତୁମ୍ଭର ପ୍ରେମାଧୀନା ଶ୍ରୀମତୀ- ପ୍ରିୟ ପାଠକେ! ପତ୍ର ଖଣ୍ତି କେଉଁଠାରୁ ଆସିଲା, ଏଥିରୁ ଜଣା ପଡ଼ୁନାହିଁ। ଉପରେ ଡାକ ମୋହର ଦେଖି ଜଣାଗଲା, ତାହା ବାଲେଶ୍ୱର ଜିଲ୍ଲାର କୌଣସି ପ୍ରସିଦ୍ଧ ସ୍ଥାନରୁ ଆସିଅଛି। ଏକାଦଶ ପରିଚ୍ଛେଦ ସିଦ୍ଧାନ୍ତ 'ଅହୋ! ସଂସାର କି ବିଷମ! କି ଘୋର ଜଞ୍ଜାଳମୟ! କାଳର କି କୁଟିଳ ଗତି! ପ୍ରେମର କି ଅଦ୍ଭୁତ ପରିଣାମ! ଆଶାର କି ଅପୂର୍ବ କୁହକ! ସମାଜର କି ଅଭେଦ୍ୟ କପଟତା! ଦୈବର କି ଭୀଷଣ ପ୍ରତିବନ୍ଧକ! ଯେ ଯାହା ଚାହେଁ, ତାହା ପାଏ ନାହିଁ। ସଂସାରରେ ସବୁ ଦୈବାଧୀନ ବୋଲି କହିଥାନ୍ତି। ଦେଖାଯାଉ ମୋହର ମନର ଗତି କିଏ ରୋଧିବ? ଦୈବକୁ ଅପେକ୍ଷା କରିବା କାପୁରୂଷର କର୍ମ। ଆଉ କାଳ ବିଳମ୍ୱ କରିବି ନାହିଁ। ପ୍ରତିହିଂସାର ଏ ଉପଯୁକ୍ତ ସମୟ। ରହସ୍ୟ ପ୍ରକାଶ ପାଇ ନ ଥିବାରୁ ଏତେଦିନଯାଏ ଭାବନାରେ କାଳକ୍ଷେପଣ କରୁଥିଲି। ଏଣିକି କାର୍ଯ୍ୟନାଶର ସମ୍ଭାବନା। ସୁତରାଂ ଶୁଭସ୍ୟ ଶୀଘ୍ରଂ' ବିଧି ମାନି ପ୍ରତିଜ୍ଞା ପାଳନ କରିବାକୁ ହେବ। ' ଏହିପରି ନାନା କଥା ଭାବି ଜନମୋହନ ବାବୁ ଏକ ସିଦ୍ଧାନ୍ତରେ ଆସି ଉପସ୍ଥିତ ହେଲେ। କାର୍ଯ୍ୟର ଅନୁଷ୍ଠାନ ପୂର୍ବେ ତାଙ୍କ କଥାରେ ପତ୍ନୀଙ୍କ ବିଶ୍ୱାସ ଜନ୍ମିବା ଏକାନ୍ତ ଆବଶ୍ୟକ। ପାଠକେ! ଏତେଦିନେ ପ୍ରାଣପତି ବିବାହିତା ପତ୍ନୀଙ୍କର ଚିତ୍ତରଞ୍ଜନ କରିବାକୁ ମନଃସ୍ଥ କରୁଅଛନ୍ତି! ପତିଙ୍କ ମନୋଭାବର ପରିବର୍ତ୍ତନ ଦେଖି ସରଳା ଲୀଳାବତୀ ସନ୍ଦେହର ଯଥେଷ୍ଟ କାରଣ ସତ୍ତ୍ୱେ ଅନ୍ତରରେ ଆନନ୍ଦ ଅନୁଭବ କରିବାକୁ ଲାଗିଲେ। ଆନନ୍ଦର ମାତ୍ରା ଯେତିକି ବଢ଼ିବାକୁ ଲାଗିଲା, ତେତିକି ସେ ସଂଶୟ ବା ଅବିଶ୍ୱାସ ମହାସିନ୍ଧୁରେ ପୋତବତ୍ ନିମଗ୍ନ ହେବାକୁ ଲାଗିଲେ। ପୋତ ମଗ୍ନ ହେଲେ ପୋତଯାତ୍ରୀର ପରିଣାମ ଯାହା ହୋଇଥାଏ, ଏଠାରେ ଲିଲିଙ୍କର ତାହାହିଁ ହେବା ଧ୍ରୁବ। ସେ ପତିଙ୍କର ଅପ୍ରତ୍ୟାଶିତ ମଧୁର ବ୍ୟବହାରରେ ମୁଗ୍ଧ ହୋଇ ପୂର୍ବ ଭାବର ବିସ୍ମରଣ ସଙ୍ଗେ ହିତାହିତ ବିଚାରଶୂନ୍ୟା ହୋଇ ପଡ଼ିଲେ। ପ୍ରିୟଭାଷୀ ସ୍ୱାମୀ ଦିନେ ପ୍ରିୟତମାଙ୍କ ନିକଟରେ ପ୍ରସ୍ତାବ କଲେ- 'ଦେଖ ଲିଲି! ଆସିଲାଦିନୁଁ ତୁମ୍ଭଙ୍କୁ ସମୁଦ୍ର ଦେଖାଇବି ଦେଖାଇବି ବୋଲି ଆଶା ଦେଇ ଆଜିଯାଏ ପାରି ନାହିଁ। ବେବି ଅତି ସାନ ଥିବାରୁ ବୁଲି ଯିବାର ସୁବିଧା ହୋଇ ନ ଥିଲା। ଆଉ ମଧ୍ୟ ଏ ପୁଲିସ କାର୍ଯ୍ୟରେ ପଶିଲେ ଆଦୌ ଅବସର ମିଳେ ନାହିଁ-। ଆସନ୍ତା ଗୁଡ଼ ଫ୍ରାଇଡ଼େ ଛୁଟିରେ ତୁମ୍ଭଙ୍କୁ ନେଇଯିବାର ସ୍ଥିର କରିଅଛି। ଚିଲାପାଟଣାଠାରେ ସମୁଦ୍ର-କୂଳରେ ଗୋଟିଏ ସୁନ୍ଦର କୋଠି ଅଛି। ସେହିଠାରେ ଦୁଇ ଦିନ ରହି ଏ ବର୍ଷ ଉତ୍ସବଟା ଭଲକରି କଟାଇବା। ' ଲିଲି ମହୋଲ୍ଲାସରେ 'ତଥାସ୍ତୁ' କହିବାରୁ ଏହି ପ୍ରସ୍ତାବ ନିର୍ଦ୍ଧାରିତ ହେଲା। ସଂସାରଟା କି ଛଳନାମୟ! ଯୁଗେ ଯୁଗେ କେତେ ପ୍ରତାରଣା ଓ ପ୍ରଲୋଭନର ଅଭିନୟ ଏ ଭୂପୃଷ୍ଠରେ ହୋଇ ଯାଉଅଛି। ପ୍ରଜାରଞ୍ଜନବ୍ରତୀ ରାମଚନ୍ଦ୍ର ସୀତାଦେବୀଙ୍କୁ ଭୁଲାଇ ପୂର୍ବବାଞ୍ଛିତ ଜାହ୍ନବୀତୀରେ ଭ୍ରମଣ କରିବାପାଇଁ ରଥରେ ପଠାଇ ଦେଇଥିଲେ।